ତେଣୁ ଆଜି ମଧ୍ୟ ଆମର ଏହି ସଂସାରର ଛୋଟବଡ଼ ନ୍ୟସ୍ତସ୍ୱାର୍ଥର ବିଧିବଦ୍ଧତାର ସୁରକ୍ଷା ପାଇଁ କ୍ରୀତଦାସ ଶ୍ରେଣୀର ସାହିତ୍ୟଗୋଷ୍ଠୀ ରଖାଯିବା ଦରକାର। ସମସ୍ତେ ଗୁଇନ୍ଦା, ଚୁଗୁଲିଆ କିମ୍ୱା ପୁଲିସ ହେବାକୁ ଯେମିତି ଚାହାନ୍ତି ନାହିଁ ଠିକ୍ ସେହିପରି ସମସ୍ତେ ବର୍ତ୍ତନଖିଆ ଖୋସାମତିଆ ହେବାକୁ ଚାହାନ୍ତି ନାହିଁ। ସବୁ ସାହିତ୍ୟିକଙ୍କୁ କିଣି ନେବା କଷ୍ଟ। ତେଣୁ ମୁଣ୍ତିଆଳମାନଙ୍କୁ ଧରି ପୋଷା ମନାଇବା ହେଲା ସରକାରୀ ଯୋଜନା। ସ୍ୱୀକୃତି ଆଉ ଷଡ଼ଯନ୍ତ୍ର ଏକା କଥା ନୁହେଁ। ଏତକର ପାର୍ଥକ୍ୟ ଦେଖାଇବାକୁ ଓଡ଼ିଆ ସାହିତ୍ୟିକ ନାରାଜ। ପୁରସ୍କାର ଯୋଜନାରେ ସମର୍ଥନ ଓ ସକ୍ରିୟତା ନ ଦେଖାଇ ସାହିତ୍ୟକୁ ସାହିତ୍ୟ ରୂପେ ଗ୍ରହଣ କରିବା ବାଞ୍ଛନୀୟ-ଏତକ ଆମର ବିବିଧ ବାନାଧାରୀ ପୁରସ୍କୃତ ସାହିତ୍ୟିକମାନେ କହିବାକୁ ନାରାଜ। ଏଣେ ଯଦି କେହି ନିଜର ବଳବୟସ ବିଦ୍ୟା ଓ ଅନୁଭବକୁ ବେଖାତିର କରି ବିରୋଧୀ ସ୍ୱର ଉଠାଇଲା, ସାହିତ୍ୟିକ ବନ୍ଧୁମାନେ ଆସି ତାକୁ ବୁଝାଇବେ-ଭୁଲ ବାଟରେ ଯାଅ ନାହିଁ। ବିରୋଧ ଓ ଯୁକ୍ତିତର୍କର ଦୁର୍ଗମ ରାସ୍ତାରେ ସାହିତ୍ୟିକ ତାହାର ସ୍ୱୀକୃତି ପାଏ ନାହିଁ। ଏଣେ ଆବହମାନ କାଳରୁ ସାହିତ୍ୟିକକୁ ମସିଯୋଦ୍ଧା ବୋଲି ଶିରିପା ଦିଆହୋଇ କୁହା ହେଉଛି ଯେ ଦୀନ ଦରିଦ୍ର ଅଭାଗା ଓ ହତଭାଗାଙ୍କ ପାଇଁ କହିବାକୁ କେହି ରାଜି ନ ଥିଲେ ଏହି ସାହିତ୍ୟିକର କଲମ ଅନ୍ତତଃ ପଛଘୁଞ୍ଚା ଦବ ନାହିଁ। ଓଡ଼ିଆ ସାହିତ୍ୟର ଆଜିର ଏହି ଅବସନ୍ନ ଅବସ୍ଥାରେ ନିର୍ଭୟ ନିଦକ ବେପରୁଆ କଲମ କେଇଟି ଚାଲିଛି? ସଭାସମିତି ନାମରେ ଡରୁଆ, ଛେରୁଆ, ଦୁକ୍ ଦୁକ୍ ଛାତିର କେତେ ସାହିତ୍ୟିକ ଆସି ବଡ଼ ପାଟିରେ ଉଦ୍ବୋଧନ ଦେବାକୁ ରାଜି। କିନ୍ତୁ ନ୍ୟସ୍ତସ୍ୱାର୍ଥ, ବିଧିବଦ୍ଧତା ବିରୁଦ୍ଧରେ ପଦେ କହିବାକୁ ନାରାଜ। କାଳେ ବାଧ୍ୟ ବାଧକତାରେ ପଡ଼ିଯିବେ ବୋଲି ଦରମା ପାଉଥିବା ପୁଲିସ ସାହେବ, ହାକିମ ସାହେବ, ଅଧ୍ୟାପକ ସାହେବ ଓ ବିଭିନ୍ନ ବଡ଼ ସାହେବଙ୍କୁ ଡାକିଆଣି ସାହିତ୍ୟ କରୁଛନ୍ତି। ଅଥଚ ଏହି ବିଷୟରେ ବାଦ ବିସମ୍ୱାଦ ନାହିଁ। ଏହାର ଜୀବନ୍ତ ସାକ୍ଷୀ ଓଡ଼ିଆ ସାହିତ୍ୟ। ସ୍ୱାଧୀନତା ପୂର୍ବରୁ ଯେଉଁ ବିପ୍ଳବ ବୋହିଗଲା ତାହା ସାହିତ୍ୟରେ ଅନ୍ୟାନ୍ୟ ପ୍ରାନ୍ତରେ ଫୁଟି ଉଠିଥିଲେ ମଧ୍ୟ ଏହି ଓଡ଼ିଶାରେ ତାହାର ବିଶେଷ ସୂଚନା ମିଳିଲା ନାହିଁ। ଏହାର କାରଣ ହେଲା ଯେ ସେହି ଯୁଗରେ ନ୍ୟସ୍ତସ୍ୱାର୍ଥର ପୃଷ୍ଠପୋଷକତା ଥିଲା ସାହିତ୍ୟ। ଆଜି ମଧ୍ୟ ସେଇଆ। ଆଗେଇ ଯାଉଥିବା ଯୁଗର ଉଦ୍ଦାମ ବିପ୍ଳବର ସ୍ରୋତରେ ଓଡ଼ିଆ ସାହିତ୍ୟିକ ତାହାର ଚିରାଚରିତ ପନ୍ଥା ଗ୍ରହଣ କରି ପଛେଇ ଯିବ ଓ ପଛକୁ ରହିବ। ଭାଗ୍ୟର କଥା ସମସ୍ତେ। ସେଇଆ ନୁହନ୍ତି। ଚିଲିକା କୂଳର ବାଣପୁର ଓ ବାଲୁଗାଁ ଅଞ୍ଚଳରେ କେତେକ ସାହିତ୍ୟିକ ବୀର ଖୋଲାଖୋଲି ଡାକରା ଦେଉଛନ୍ତି-ସାହିତ୍ୟିକମାନେ ଆଗେଇ ଆସନ୍ତୁ। ଧରାବନ୍ଧା ଶଗଡ଼ଗୁଳାରୁ ଗୋଡ଼ ଖସାଇ ଥରେ ବିପ୍ଳବର ଅନିଶ୍ଚିତ ଶଙ୍କାକୁଳ ବାଟରେ ଚାଲନ୍ତୁ। କିନ୍ତୁ ସର୍ବଶ୍ରୀ ପ୍ରସନ୍ନ କୁମାର ପାଟଶାଣୀ, ଦେବେନ୍ଦ୍ର ମାନସିଂ, ସଦାଶିବ ଦାସ ପ୍ରମୁଖଙ୍କର ସେହି ଡାକ ଅଦ୍ୟାବଧି ଓଡ଼ିଆ ସାହିତ୍ୟିକ ମାନଙ୍କର ତୁଙ୍ଗ ମହଲରେ ପହୁଞ୍ଚି ତାଙ୍କର ଭ୍ରାନ୍ତି ଦୂର କରି ପାରିନାହିଁ। ଏବେ ଓଡ଼ିଶାରେ ଯେଉଁ ବିପ୍ଳବୀ ଗୋଷ୍ଠୀ ଗଢ଼ି ଉଠୁଛି ତାହାର କାରଣ ହେଲା ଅଣ-ବିପ୍ଳବୀମାନେ ବିପ୍ଳବକୁ ବାଧା ଦେଉଛନ୍ତି ନିଜର ସୁବିଧା ପାଇଁ। ଏଇଠି ପ୍ରଶ୍ନ ଆସେ-ସାହିତ୍ୟ କ'ଣ ଖାଲି ବିପ୍ଳବ? ନା ଏଇଟା ବିଧିବଦ୍ଧତାର ରକ୍ଷା ଓ ସୁରକ୍ଷା ପାଇଁ ମଧ୍ୟ ଉଦ୍ଦିଷ୍ଟ? ଯଦି ଶେଷ କଥାଟି ପ୍ରକୃତ କଥା ହେଇଥାଏ ତାହାହେଲେ ସାହିତ୍ୟର ବିପ୍ଳବ କହିଲେ ବୁଝିବାକୁ ହେବ-ଶୈଳୀର,